ମାତ୍ର ତାହା କେତେ ଦିନ। ଅବଶେଷରେ ପ୍ରାଣ ବଞ୍ଚାଇବାକୁ କୋଶଳର ପ୍ରଜାମାନେ ରାଜ୍ୟଛାଡ଼ି ଦଳ ଦଳ ହୋଇ ଅଯୋଧ୍ୟାମୁଖେ ଯାତ୍ରା କଲେ। କୋଶଳର ଅବସ୍ଥା ଅତି ଶୋଚନୀୟ। ରାଜ୍ୟ ସୀମାରେ ଏକ ଚଣ୍ଡାଳ ପଲ୍ଲୀରେ ଅଯୋଧ୍ୟାର ଯୁବରାଜ ସବୁ ଲକ୍ଷ୍ୟ କରି ମ୍ରିୟମାଣ; ମାତ୍ର ସେ କରିବେ କ'ଣ? ଉପାୟ କାହିଁ ତାଙ୍କର ଆଶ୍ରୟ ନେଇଥିବା କୋଶଳ ରାଜ୍ୟକୁ ବଞ୍ଚାଇବା ପାଇଁ କେବଳ କୋଶଳ ଦୁଃଖରେ ଦୁଃଖି ହେବା ଛଡ଼ା ସେ କ'ଣ ବା କରି ପାରିବେ। ଆଖି ଆଗରେ ଦେଖୁଛନ୍ତି କଙ୍କାଳସାର କୋଶଳ ପ୍ରଜା ତଥା ଗୃହପାଳିତ ପଶୁ। ପ୍ରଚଣ୍ଡ ଗ୍ରୀଷ୍ମତାପରେ ସାରା ରାଜ୍ୟ ଶୁଷ୍କ। ଦିବା ଦ୍ୱିପ୍ରହରେ ଆକାଶରୁ ଅଗ୍ନିବୃଷ୍ଟି ହେଲାଭଳି ହଠାତ୍ କେଉଁଠି ନିଆଁ ଜଳିଉଠି ଗ୍ରାମ, ନଗର ଦଗ୍ଧୀଭୂତ କରୁଛି। ନିରାଶ୍ରୟ ପ୍ରଜା କାନ୍ଦି କାନ୍ଦି ଚାଲି ଯାଉଛନ୍ତି ଅନ୍ୟ ରାଜ୍ୟକୁ। ପଳାୟନପର ପ୍ରଜାମାନଙ୍କୁ ଦେଖି ଯୁବରାଜ ଧାଇଁଯା'ନ୍ତି ତାଙ୍କ ପାଖକୁ। ପଚାରନ୍ତି ତାଙ୍କ ଦୁର୍ଦ୍ଦଶା କଥା। ତତ୍ପରେ ସବୁ ଶୁଣି ଫେରିଆସନ୍ତି ନିଜ କୁଟୀରକୁ। ଉପାୟ ଶୂନ୍ୟ ସେ। ହୁଏ ତ ମହାରାଜ ବିଶ୍ୱାମିତ୍ର ଥିଲେ କିଛି କରି ପାରିଥାନ୍ତେ। ତଥାପି ସେ ଦୌଡ଼ନ୍ତି ଦୁର୍ଦ୍ଦଶାଗ୍ରସ୍ତ ପଳାୟନପର ଲୋକମାନଙ୍କ ପାଖକୁ। ଭାଷା ପାଏ ନାହିଁ ତାଙ୍କର ସେମାନଙ୍କୁ ସାନ୍ତ୍ୱନା ଦେବାକୁ। କେବଳ ସେମାନଙ୍କ। ଦୁଃଖ ଶୁଣି ପରେ ଆସିବା ଯାହା ସାର ହୁଏ। କେତେ ଦିନ ପରେ ସେ ଲକ୍ଷ୍ୟ କରି ଦେଖିଲେ କୋଶଳ ରାଜ୍ୟରୁ ଆଉ ବେଶି ଲୋକ ପଳାଉ ନାହାନ୍ତି। ବୋଧେ ରାଜ୍ୟସାରା ଜନଶୂନ୍ୟ ହେବାକୁ ବସିଲାଣି। ତେଣୁ ଧୀରେ ଧୀରେ କମି କମି ଆସୁଛନ୍ତି ଲୋକସଂଖ୍ୟା। ଯେ ଅଯୋଧ୍ୟାର ଯୁବରାଜ ହେଲେ ମଧ୍ୟ କୋଶଳର ପ୍ରଜା। କୋଶଳର ଦୁର୍ଦ୍ଦିନ ତାଙ୍କୁ ବଡ଼ କଷ୍ଟ ଦେଉଛି। ସେଦିନ ସକାଳେ ସତ୍ୟବ୍ରତ ଦେଖିଲେ ଜଣେ ପୌଢ଼ା ସ୍ତ୍ରୀଲୋକ ଗୋଟିଏ ପିଲାର ଗଳଦେଶରେ ତୃଣବାନ୍ଧି ଦେଶ ବାହାରକୁ ନେଇ ଯାଉଛନ୍ତି। ବିଚରା ପିଲାଟି ବିକଳରେ କାନ୍ଦୁଛି। ସହ୍ୟ କରିପାରିଲେ ନାହିଁ ଯୁବରାଜ। ଧାଇଁଗଲେ ରାଜପଥ ଦେଇ ଯାଉଥିବା ପିଲା ଏବଂ ସେ ସ୍ତ୍ରୀ ଲୋକଙ୍କ ପାଖକୁ। ସେହି ଗୋଟିଏ ପ୍ରଶ୍ନ ତାଙ୍କର ତୁମେ କିଏ, କୁଆଡ଼େ ଚାଲିଛ ଏବଂ କାହିଁକି? ପୌଢ଼ା ସ୍ତ୍ରୀଲୋକଟି କହିଲେ, ସେ ଅତି ଦୁଃଖ ପୁଅ; ଭାଷା ନାହିଁ କହିବାକୁ। ତଥାପି ସେ ଯାହା କହିଲେ ତାହା ଶୁଣି କ୍ଷତ୍ରିୟଜ ବଳବପୁବାନ ଯୁବରାଜ ସତ୍ୟବ୍ରତ ଧୈର୍ଯ୍ୟଧରି ରହିପାରିଲେ ନାହିଁ। ଏ ମହିଳାଟି ସାଧାରଣ ମହିଳା ନୁହେଁ। ସ୍ୱୟଂ କୋଶଳର ମହାରାଣୀ। ରାଜ୍ୟର ଦୁର୍ଦ୍ଦିନ ଲକ୍ଷ୍ୟକରି ଗନ୍ତାଘରେ ସଞ୍ଚିତ ଖାଦ୍ୟ ତଥା ଧନରତ୍ନ ପ୍ରଜାମାନଙ୍କୁ ବିତରଣ କରିବାକୁ ଲାଗିଲେ; ମାତ୍ର ଏହି ଦୁର୍ଭିକ୍ଷ ତ ଦିନେ କିମ୍ବା ମାସେ ନୁହେଁ-ମାସ ମାସ ବର୍ଷ ବର୍ଷ ଧରି ଦୁର୍ଭିକ୍ଷର ଜୟଯାତ୍ରା ଚାଲିଛି। ନଦୀ ତଡ଼ାଗ ସବୁ ଶୁଷ୍କ। କେତେଦିନ କେତେ କାହାକୁ ଦେବେ? ବଶିଷ୍ଠ ବଂଶର ଗୁରୁ ହେଲେ ମଧ୍ୟ ରାଜାଙ୍କ ସହିତ ତାଙ୍କର ସମ୍ପର୍କ ଭଲ ନୁହେଁ। ତେଣୁ ତାଙ୍କ ଅନୁରୋଧ କରି କିଛି ଲାଭନାହିଁ। ମହାରାଜ ବିଶ୍ୱାମିତ୍ର ମଧ୍ୟ ରାଜ୍ୟରେ ନାହାନ୍ତି। ଦୁର୍ଦ୍ଦିନରେ ଲୋକଙ୍କୁ ବଞ୍ଚାଇବା ପାଇଁ ସେ କେଉଁଠି ତପଶ୍ଚରଣ କରୁଛନ୍ତି ତାହା କେବଳ ତାଙ୍କୁ ଜଣା। ଏହିଭଳି ଭାବେ କିଛିଦିନ ଗତକଲା ପରେ ତାଙ୍କ ନିଜ ଘରୁ ମଧ୍ୟ ଖାଦ୍ୟ ସରିଗଲା। ଚାକର ଚାକରାଣୀ ଧୀରେ ଧୀରେ ସମସ୍ତେ ବିଦାୟ ନେଲେ; ତଥାପି ଯେଉଁ କେତେଜଣ ସେ ଓ ତାଙ୍କ ଗର୍ଭଜ ରହିଲେ ତାଙ୍କୁ